ବୁଝି ପାରୁ ନାହିଁ-ମୋର ଲେଖା? ହଉ ଏବେ ଶୁଣ। ମୁଁ ଅମୁକ କଥା ଦେଖାଇବି ବୋଲି ତୁମକୁ ଅମୁକ ପ୍ରକାରର ଲେଖାଟିଏ ଦେଲି। ଏଥିରେ ତମେ ପାଇବ ବିଶ୍ୱସାହିତ୍ୟର ତିନୋଟି ତଥ୍ୟ ଓ ଉତ୍କଳଖଣ୍ତର ଦୁଇଟି କଥା ଓ ମୋର ନିଜର ଅଧେ। ଏହି ସୂତ୍ରକୁ ନେଇ ପଢ଼ିଲେ ବୁଝିବ। ଏହି ବ୍ୟାଖ୍ୟା ଏବେ ଓଡ଼ିଆ କବିମାନେ ଆମେରିକାର କବିମାନଙ୍କର ପଦାଙ୍କ ଅନୁସ ରଣରେବୁଝାଉଥାନ୍ତି। ପ୍ରଥମେ ସାହିତ୍ୟ ପଣ୍ତିତମାନେ ବ୍ୟାଖ୍ୟା କରୁଥିଲେ ଏବେ ଯେ କୌଣସି ଶିକ୍ଷା ନବୀସ୍ ଏହି କାମ କରିବାକୁ ଆଗଭର ହେଲାଣି। ଓଡ଼ିଆ କବିଙ୍କର ଏହିପରି ମତଲବ ବୁଝାଇବା ସ୍ପୃହା ଦେଖି କେହି କେହି ଗାଳ୍ପିକ ଓ ଗୋପୀନାଥବାବୁଙ୍କ ପରି ଉପନ୍ୟାସ ଲେଖକମାନେ ତାଙ୍କର ଲେଖାର ଅବୁଝା ସାରକଥା ମଧ୍ୟ ବଖାଣିଲେଣି। ମନ୍ଦ କ'ଣ? ସାହିତ୍ୟ କହିଲେ ଏଣିକି ବୁଝାଇବ-ଲେଖକର ଲେଖାରୁ ପାଠକର ମତ ନୁହେଁ। ଏହା ହେବ ଲେଖକର ନିଜ ଲେଖା ବିଷୟରେ ସୂଚନାମୂଳକ ବ୍ୟାଖ୍ୟା। ଆହା, କେଡ଼େ ସୁନ୍ଦର ନହେଲା? ଏହି ଲେଖକମାନେ ଯେ ବିଷୟ ଓ ସାରାଂଶ ନେଇ ଭାଷା ସୌଷ୍ଠବରେ ସାହିତ୍ୟ ଗଢ଼ୁଛନ୍ତି ଅର୍ଥାତ୍ ରଚନା ଲେଖୁଛନ୍ତି-ଏତକ ସ୍ପଷ୍ଟ ହୋଇଗଲା। ଯେଉଁମାନେ ତାଙ୍କୁ ଲେଖକ ନ କହି ପ୍ରବନ୍ଧକାର କହୁଥିଲେ ତାଙ୍କରି ମତ ଠିକ୍ ବୋଲି ପ୍ରମାଣ ପାଇଗଲା। ଏହାର ଉତ୍ତରରେ ସାହିତ୍ୟର ବିଦ୍ୱାନମାନେ କହୁଛନ୍ତି ଯେ ସବୁ ପ୍ରକାରର ଲେଖା କୌଣସି ପ୍ରକାରର ପ୍ରବନ୍ଧ ଛଡ଼ା ଆଉ କିଛି ନୁହେଁ। ଜୀବନର ଅନୁଭବର କାହାଣୀ, ପରିବାରର ଓ ସମାଜର ଅଙ୍ଗେନିଭାଇବା କାହାଣୀଗୁଡ଼ିକ ତାହାହେଲେ କ'ଣ ପ୍ରବନ୍ଧର ଛଳନା? ଆମର ଅନୁଭବ କ'ଣ ତାହାହେଲେ ପ୍ରବନ୍ଧ-? ଏଥିରେ ପଣ୍ତିତମାନଙ୍କୁ ଦୋଷ ଦେବାର ନାହିଁ। ପଣ୍ତିତ ଜାଣିଥିଲେ ସର୍ବନାଶ ଆସିଗଲା ବେଳେ ଅଧେ ଛାଡ଼ିଦବା ଉଚିତ୍। ପଣ୍ତିତଙ୍କ ସାଥୀ ନଈରେ ଭାସିଗଲାବେଳେ ପଣ୍ତିତେ ତତ୍ତ୍ୱ ମନେ ପକାଇ ସାଥୀ ମୁଣ୍ତଟାକୁ କାଟି ନେଇ ଆସିଲେ। ସର୍ବନାଶରୁ ଅଧେ ରକ୍ଷା ହୋଇଗଲା-। ଏହି ତାତ୍ତ୍ୱିକ ବ୍ୟାଖ୍ୟାକାରମାନେ ସେହିପରି ସେମାନଙ୍କର ପ୍ରତିଷ୍ଠା ବୁଡ଼ିଯିବାର ଆଶଙ୍କା କରି ବ୍ୟାଖ୍ୟା ଦ୍ୱାରା ମୁଣ୍ତଟିକୁ ଚୁଟି ସହିତ କାଟି ନେଇ ଘରକୁ ଫେରୁଛନ୍ତି। ଏହି ବ୍ୟାଖ୍ୟା କାର-ଲେଖକଙ୍କୁ ଚିହ୍ନିବା ଦରକାର। କାରଣ ଯେଉଁମାନେ ସାହିତ୍ୟରୁ ପାଣ୍ତିତ୍ୟ ଆହରଣ କରିବାକୁ ଚାହାନ୍ତି ସେମାନେ ସୁବିଧାରେ ବହିକୁ ବାଛିପାରିବେ। ସାହିତ୍ୟ ମଧ୍ୟ ଆମର ଭାତ ଡାଲି ଅଣ୍ତା ଦୁଧ ପରି ଗୋଟିଏ ଖାଦ୍ୟ। ବିଜ୍ଞାନ ବଳରେ ଗୋଟିଏ ଗୋଟିଏ ଗୁଳା ତିଆରି କରି ସେହି ଗୋଲିଟିରେ ବିଜ୍ଞାନୀମାନେ ଦିନକର ଖାଇବା ଚଳାଇ ଦେଉଛନ୍ତି। ସେମିତି କେତେକ ଲେଖକ ଆମକୁ ସୂକ୍ଷ୍ମ ଭାବଧାରା ତାଙ୍କର ତିଆରି ମୋଦକ ଆକାରର ଗୁଲିରେ ଦେଇଦେବାକୁ ନାରାଜ। ଆମର ସାହିତ୍ୟରେ କଥା ଅଛି। ଗୋଟିଏ ପଣ୍ତିତିଆଣୀ ଓ ମୂର୍ଖ ଭିତରେ କଥା ହେଲାବେଳେ ପଣ୍ତିତିଆଣୀ ଗୋଟିଏ ଆଙ୍ଗୁଠି ଦେଖାଇଲା। ମୂର୍ଖ ତା'କୁ ଦେଖାଇଲା ଦୁଇଟା। ପଣ୍ତିତିଆଣୀ କାଢ଼ିଲା ତିନିଟା ଆଙ୍ଗୁଠି-ଏହି ଆଙ୍ଗୁଠି ଦେଖାଇବାରୁ ପଣ୍ତିତିଆଣୀ ବୁଝିଗଲା ଯେ ମୂର୍ଖ ଜଣେ ବଡ଼ ତାତ୍ତ୍ୱିକ ପଣ୍ତିତ। ଓଡ଼ିଆ ଲେଖକମାନେ ଏବେ ତାଙ୍କର ବହୁବିଧ ଜ୍ଞାନର ସଂକ୍ଷିପ୍ତ ସାର ଆମକୁ ସେମିତି ଅଳ୍ପରେ ଦେଖାଇ ଦେବାକୁ ଅନେକ ପ୍ରକାରର ସାଧନା କରୁଛନ୍ତି। କିନ୍ତୁ ସାହିତ୍ୟଟା କ'ଣ ଲୁଗା ଶାଢ଼ୀ ଚଦର ନା ଖଣ୍ତେ କୌପୁନୀ ମାତ୍ର? ଏଇଆ ଯଦି ହେଇଥାଏ ତାହାହେଲେ କୌପୁନୀଟିଏ ପାଇଁ ପରିଶ୍ରମ ନ କରି ଖାଲି ହାତ ପାପୁଲିରେ ବି କାମ ଚଳନ୍ତା। କାରଣ ଲୁଗା ହେଉଛି ଆବରଣ? ସିଏ ପୁଣି ଦେହର ଉତ୍ତମ